ଧର୍ମତଃ ଆମ ନଉକରମାନେ କଣ ପାଇଁ ଆମର ଯାବତୀୟ ଭବିଷ୍ୟଚିତ୍ରକୁ ଭଣ୍ଡୁର କରି ପକାଇଲେ? ଭାରତବର୍ଷର ଜୀବନରେ କାଳ କାଳରୁ ବହୁ ତ୍ରୁଟି ରହିଥିଲେ ମଧ୍ୟ ତଥାପି ଏଠାରେ ଯେଉଁ ପାରସ୍ପରିକ ଶୁଭାକାଙ୍କ୍ଷାଟି ରହି ଆସିଥିଲା, କ୍ରମେ ସରକାରୀ ଦୌରାତ୍ମ୍ୟ କାହିଁକି ସେଇଟିକୁ ନଷ୍ଟ କରିଦେଲା? ଜମି ହେଉଛି ଜମିରେ ଖଟି ଫସଲ ଫଳାଉଥିବା ଚାଷୀର। ଅଣଚାଷୀ ଜମିମାଲିକର ମୋଟେ ନୁହେଁ। ପଚାଶବର୍ଷର ସ୍ଵାଧୀନତା ପରେ ଆମ ଦେଶରେ ସେତିକି ମଧ୍ୟ ହୋଇପାରିଲା ନାହିଁ। ଅଥଚ ସ୍ଵାଧୀନତାର ସଂଗ୍ରାମ ଲଢ଼ା ହେଉଥିବା ସମୟରେ ଦେଶ ସ୍ୱାଧୀନ ହେଲେ ସବା ଆଗ ତାହା ହିଁ ହେବ ବୋଲି ଘୋଷଣା କରାଯାଇଥିଲା। ପୁରୁଣା ଜମିଦାର ଗଲେ, ମାତ୍ର ସେହି ପୁରାତନ ଜମିମାଲିକାନା ବଦଳିଲା ନାହିଁ। ସରକାର ବୋଲାଇ ଯେଉଁମାନେ ଆମ ଉପରେ ପ୍ରଭୁତ୍ଵ ଜମାଇ ବସିଲେ, ସେମାନେ ଆମର ନୂଆ ଜମିଦାର ହୋଇ ରହିବାକୁ ମନ କଲେ। ଦେଶକୁ ଦେଶବାସୀ ସମସ୍ତଙ୍କର କରାଇ ଦେଲେ ନାହିଁ। ସରକାର ଦୟା କଲେ, ଦୟାର ଅତ୍ୟୁଦାର ଯୋଜନାମାନ ଆରମ୍ଭ କଲେ ଓ ଦେଶଟା ଯାକ ଘୋଟି ରହିଥିବା ଅନ୍ଧାରର ସୁଯୋଗ ନେଇ ପଇସା ମାରିନେଲେ। ଧନୀ ଅଧିକ ଧନୀ ହେଲା ଓ ଦରିଦ୍ରମାନେ ଅଧିକ ଦରିଦ୍ର ହେଲେ। ନିଃସମ୍ବଳ ଏବଂ ନିର୍ଭରଶୀଳ ହୋଇ ରହିଲେ। ଆମ ଦେଶରେ ଉପରେ ଶହେରେ ପାଞ୍ଚଜଣ ଯେଉଁ ପାଠ ପଢ଼ିଲେ, ସେହି ପାଠ ସେମାନଙ୍କୁ ପାଷଣ୍ଡ ବନିବାରେ ହିଁ ଖୋରାକ ଯୋଗାଇ ଦେଲା। ଘରଟାକୁ ଉଜୁଡାଇ ଦେବାରେ ହିଁ ପାଠୁଆମାନେ ଭଳି ଭଳି ଚକ୍ରାନ୍ତ କଲେ ଓ ଏବେ ମଧ୍ୟ କରୁଛନ୍ତି। ଯଦି ନାଗରିକ ସମ୍ମାନର ସହିତ ଜଣେ ନାଗରିକ ଭାବରେ ସଚେତନ ହୁଅନ୍ତା, ତେବେ ସିଏ ସଂଗଠିତ ଭାବରେ ଏହି ସବୁ ଚାଲାଖି ବନ୍ଦ କରବୋଲି କହିପାରନ୍ତା। ସରକାର ନାମକ କୁ ସିଏ ଭାବରେ ହିଁ ଦେଖନ୍ତା। ତା' ଊତ୍ପାତ ଗୁଡ଼ିକୁ ବନ୍ଦ କରିପାରନ୍ତା। ସିଏ ଯଦି ଜଗୁଆଳୀର କାମଟିକୁ ସାଧୁତାର ସହିତ ନିର୍ବାହ କରି ନପାରିଲା, ତେବେ ତାକୁ କୈଫିୟତ ମାଗନ୍ତା। ପ୍ରକୃତ ଲୋକତନ୍ତ୍ର ଚାଲୁଥିବା ଦେଶମାନଙ୍କରେ ମାନଙ୍କର ଯାବତୀୟ ଦୌରାତ୍ମ୍ୟ ବିରୋଧରେ କେତେ ଭଳି କଟକଣା ରହିଛି। ସେମାନଙ୍କ ଠାରୁ ଉଚିତ ସମୟରେ କୈଫିୟତ ମାଗି ପାରିବାର କାନୁନ୍ଟିଏ ରହିଛି। ତା' ବରାଦ ଅନୁସାରେ କାମ ନକଲେ ସଂଗଠିତ ଭାବରେ ନିଜର ପ୍ରତିନିଧିଙ୍କୁ ଆସନଚ୍ୟୁତ କରିବାର ଅଧିକାର ମଧ୍ୟ ରହିଛି। ବଡ଼ ବଡ଼ ନିଷ୍ପତ୍ତିମାନଙ୍କରେ ମାନେ ଲୋକମାନଙ୍କର ମତ ନେଉଥାନ୍ତେ ଏବଂ ସେହି ମତ ଅନୁସାରେ କାର୍ଯ୍ୟ କରୁଥାନ୍ତେ। ଭାରତବର୍ଷରେ ଆମେ ପରମାଣୁ ବୋମାର ପରୀକ୍ଷା କରିବା, ଏହି ନିଷ୍ପତ୍ତି ଦେଶବାସୀ ହିଁ କରିଥାନ୍ତେ। କୌଣସି ଅଞ୍ଚଳରେ ଏକ ମନୁଷ୍ୟସଂସାରର ଘରଡ଼ିହ ଓ ଜମିବାଡ଼ିକୁ ଉଚ୍ଛନ୍ନ କରି ସେଠାରେ ଖଣି ଖୋଳା ହେବ କି ନାହିଁ ସେହି ନିଷ୍ପତ୍ତିରେ ସ୍ଥାନୀୟ ସ୍ଥାୟୀ ଅଧିବାସୀମାନଙ୍କର ମଧ୍ୟ ଏକମତ ରହିଥାନ୍ତା। ନିଜ ଜମିରେ ଫସଲ ଫଳିଲେ ତ ପିଲାମାନେ ଖାଇବେ, ବଂଚିବେ, ବଡ଼ ହେବେ। ମାତ୍ର ବାହାରୁ କୋମ୍ପାନୀ ଆସି ହାତରେ ତେଣୁ ଅନୁମତିପତ୍ରଟାଏ ଧରି ତା ଜମିକୁ ଯଦି ଖୋଳିବାକୁ ଆରମ୍ଭ କରିବ, ତେବେ ତାହାକୁ ସକଳ ଅର୍ଥରେ ଏକ ଅତ୍ୟାଚାର ବୋଲି ହିଁ କୁହାଯିବ। କୌଣସି ଅଂଚଳରେ ମଦ ଦୋକାନ ଖୋଲିବ କି ନାହିଁ, ସେହି ବିଷୟରେ ସେଠାରେ ବାସ କରୁଥିବା ଅଧିବାସୀମାନେ ହିଁ ନିଷ୍ପତ୍ତି କରିବେ। ଭୁବନେଶ୍ୱରରେ ଛାଟ ଧରି ବସିଥିବା ଛାର ଜଗୁଆଳୀମାନେ ସେକଥା କଦାପି କରିପାରିବେ ନାହିଁ। ଏଥିପାଇଁ ତଳୁ